–ମୋର ଦୋଷ। –କହି ରମାକାନ୍ତ ଅଳକାର ପାଦଦୁଇଟିକୁ ଛୁଇଁଲା। ଚମକି ପଡ଼ିଲା ପରି ଅଳକା ଚେତ ହୋଇ କହିଲା–ଆହା। ରମାକାନ୍ତ, ତମେ କଲ କ'ଣ? ମୁଁ ସିନା ତମର ପାଦଧୂଳି ନେବା କଥା। ତମେ ଏଇ ପାପ କଲ କ'ଣ ପାଇଁ? ରମାକାନ୍ତ ଘୁଞ୍ଚିଗଲାଣି ଦୂରକୁ। ଅଳକା ଆଖିରେ କ୍ରୋଧ। ଆଗରେ ରମାକାନ୍ତ ବିକାରହୀନ ହୋଇ ବସିଛି। ନିଜକୁ ସଂଯତ କରି ଅଳକା କହିଲା–ଛାଡ଼ ରମାକାନ୍ତ, ଆଜି ମନ ଭଲ ଲାଗୁନାହିଁ। ହଠାତ୍ କାହିଁକି ବିଗିଡ଼ି ଗଲା ଆଉ ଦିନେ କେବେ ଆସିବ ଭାବୁଛି ଯାଏଁ କେଉଁଠି ଘେରାଏ ବୁଲି ଆସିବି କୁଆଡ଼େ ଆଉ ଯିବି? ମାନିନୀ ଥିବ କି ନାହିଁ କେଜାଣି। –ହଉ। ମୁଁ ତା ହେଲେ ଯାଉଛି। ଆପଣ ଯିବେ ମାନିନୀଦେବୀ ଘରକୁ। ଯାଆନ୍ତୁ। ହଠାତ୍ ମନେହେଲା ମାନିନୀଦେବୀ ଏଇ କିଏ? ଦୁଆର ବନ୍ଧକୁ ଧରି ରମାକାନ୍ତ ତାହାର ଶେଥା ଶୁଖିଲା ମୁହଁରେ ଧଳାଦାନ୍ତ ଦି'ପାଟି ଦେଖାଇ କହିଲା–ବିରକ୍ତ ହେବେ ନାହିଁ। ମାନିନୀଦେବୀ କିଏ? –ମୋର ସାଙ୍ଗ–ବନ୍ଧୁ–ଜୀବନ। ତମରି କଲେଜର ଭଜକୃଷ୍ଣଙ୍କର ଛାତ୍ରୀ? ଆଚ୍ଛା, ରମାକାନ୍ତ, ଏଇ ଭଜକୃଷ୍ଣ କିଏ? କେଉଁ ଜଣକ? ରମାକାନ୍ତ ନ ଜାଣିଲାପରି କହିଲା–କଲେଜରେ ଅସଂଖ୍ୟ ଛାତ୍ର। କିଏ କାହାକୁ ଜାଣେ-? ତେବେ ମୁଁ ଜାଣେ ଜଣେ ଭଜକୃଷ୍ଣକୁ। –ସେ କ'ଣ ତମର ଜଣେ ବନ୍ଧୁ? –ନା, ତେବେ ସେ ମୋରି ପରି ହତଭାଗା–ଆଉ ଗରିବ। ମୁଁ କିଛି ବୁଝି ପାରୁନାହିଁ ଯେ କେମିତି ଆମେ କ'ଣ ସମସ୍ତେ ଏକା ପ୍ରକାରର ଗରିବ କଲେଜ ଛାତ୍ରଙ୍କୁ ଏମିତି ଚିହ୍ନୁଛୁ? ଭଜକୃଷ୍ଣ କ'ଣ ତମରି ପରି ଜଣେ? ସେ ଏବେ ମାନିନୀ ଘରକୁ ଆଉ ଯାଉନାହିଁ କାହିଁକି? –କ'ଣ ଦୁର୍ଘଟଣା ଘଟିଛି କି? –ଜାଣ ନାହିଁ? ଜାଣ ନାହିଁ? କହିପାରିବ ନାହିଁ। ସତରେ ଜାଣିନାହିଁ। ଭଜକୃଷ୍ଣ କାହାର ଶିକ୍ଷକ ହୋଇଥିଲେ ଜାଣନାହିଁ? ଭଜକୃଷ୍ଣକୁ ଚିହ୍ନିଛ। ଆମର ପ୍ରିନ୍ସପାଲଙ୍କ ସୁପାରିଶରେ ପାଠ ପଢ଼ାଇ ଗୋଟିଏ ବୋହୂକୁ ଆଧୁନିକା କରୁଥିଲା। ଏବେ ଯାଉନାହିଁ କାହିଁକି? କିଛି ଜାଣନାହିଁ? –ନା। –ମୋର ଦେହ ଛୁଇଁ କହ ଯେ, ତମେ ପ୍ରକୃତରେ ଭଜକୃଷ୍ଣର ମାନିନୀକୁ ପାଠ ପଢ଼ାଇବା କଥା ଜାଣ ନାହିଁ। ଭଜକୃଷ୍ଣ ତେବେ ଏତେ ଗଣ୍ଠିପକା ଗୋପନ ମନ୍ତ୍ର ପରି କଥା ରଖିଛି କାହିଁକି? ସେ କ'ଣ ମାନିନୀକୁ ଭଲପାଏ? –କେଜାଣି। –କ'ଣ କେଜାଣି? ଜଣେ ପୁରୁଷ ଯଦି ତାହାର ପହିଲି ପ୍ରେମର ପ୍ରେମିକାର ବିଷୟକୁ ଏମିତି ତାହାର ସାଙ୍ଗ ସାଥି, ସମବୟସୀଙ୍କୁ ଲୁଚାଇ ପାରେ ତେବେ ସେ ତ ବିଷମ ଲୋକ। ଏମିତି ଲୋକଙ୍କୁ ଶାସ୍ତି ଦିଆଯିବା ଉଚିତ୍। –ଆଉ କ'ଣ ସେ ଡାକିଫୁକାରି ପ୍ରଚାର କରନ୍ତା? –ହଁ, କରନ୍ତା। ତମେ କ'ଣ ତମର ଭିତରର ଉପର ମୁହାଁ କ୍ଷୋଭ, ଦୁଃଖ, ସୁଖ, ରୋଗ ଓ ଶାନ୍ତିକୁ ଲୁଚାଇ ପାରିବ? ଆଗ୍ନେୟଗିରି ମାନେ ଲୁଚାଇ ପାରନ୍ତି ନାହିଁ। ସମୁଦ୍ର ମଧ୍ୟ ଲୁଚାଇ ପାରେ ନାହିଁ? ତରୁଣ କବି, ପ୍ରେମିକ ଲୁଚାଇ ଦେଇ ପାରିବେ? ନା, ଏଇ ସୃଷ୍ଟି ଭୁଲ ହୋଇଯିବ-। ନିଶ୍ଚୟ ଭଜକୃଷ୍ଣ କାହାକୁ ହେଲେ କହିଥିବ–କହିବାର କଥା। –ମାନମୟୀ ଦେବୀ କ'ଣ କହି ନ ପାରିବେ? –କ'ଣ କହିଲ? ମାନମୟୀ? –ଏଇ ନାଁ ତମେ ପାଇଲ କେଉଠୁ? ଆମେ ସଙ୍ଗାତ ମିତ ନ ବସି ମାନିନୀ ବୋଲି ଡକାଡ଼କି ହେଉ। ସେଇଟାରୁ ମୁଁ ତାକୁ ଡାକେ ମାନମୟୀ ବୋଲି। ତମେ ଏଇ ନାଁ ପାଇଲ କେଉଁଠୁ? –ମୁଁ ଜାଣେ ନାହିଁ। ମାନିନୀକୁ ମାନମୟୀ କହିଦେଲି। –ମିଛ। ମିଥ୍ୟାବାଦୀ ହେବାକୁ ଇଚ୍ଛା କରିବ ନାହିଁ। ଜାଣିନାହଁ ଯେ ନାରୀ ସବୁକଥା ସହି ପାରିବ–ଖାଲି ମିଛକୁ ଛାଡ଼ି। ତମର ଚରିତ୍ରର ଦୋଷକୁ ଅସଂଖ୍ୟ ଥର କ୍ଷମା ଦିଆଯାଇ ପାରିବ; କିନ୍ତୁ ମିଛକୁ ଥରେ ହେଲେ କ୍ଷମା ନାହିଁ। ତୁମେ ଯାଇ ପାରିବ ନାହିଁ। ରମାକାନ୍ତ ଓହ୍ଲାଇ ଗଲାଣି ଦୁଇ ପାହାଚ। ସେ ବିବ୍ରତ ବ୍ୟସ୍ତ ହୋଇ ପଡ଼ିଲାଣି ଘଟଣାର ଆକାର ଦେଖି। ଅନୁରୋଧ ଓ ଧମକର ମିଶା ବ୍ୟଞ୍ଜନାରେ ଅଳକା କହିଲା–ଶୁଣ ରମାକାନ୍ତ! ପଳାଇଯିବା ପାଇଁ ଚେଷ୍ଟା କଲେ ବିପଦରେ ପଡ଼ିବ। ଭୋକ, ଉପାସ, ଅନଟନକୁ ବୁଝିଛ ଏଗୁଡ଼ାକ ତକଲିଫ୍। ଆପଦ ବିପଦ ଏମାନଙ୍କଠାରୁ ବହୁ ଗୁଣରେ ଭୟଙ୍କର। ରମାକାନ୍ତ ଆସିଲା ନାହିଁ। ଦୁଇ ପାହାଚକୁ ଓହ୍ଲାଇଯାଇ ଅଳକା ତାହାର ସେହି କଅଁଳିଆ ହାତ ଦୁଇଟିରେ ରମାକାନ୍ତର ଦୁଇ ହାତକୁ ଧରି କହିଲା–ଶୁଣ ରମାକାନ୍ତ!